ସେ କହିଲା, ଭଲ ପାଇବାଟା ହସ କୌତୁକରେ ପ୍ରକାଶ ପାଏନା ଲତା! ଭଲପାଇବାଟା କହି ଜଣେଇହବା, ଦେଖେଇହବା ଜିନିଷ ନୁହେଁ। ଭଲପାଇବାଟା ନିର୍ଜନ ପ୍ରାଣର, ନିବିଡ଼ ଅନୁଭବର। ଏ କଥା ବି ତମକୁ ବୁଝେଇବାକୁ ହେବ। ସୁଲତା କିନ୍ତୁ ସେତେବେଳେକୁ ନିଜ ବିଛଣାରେ ଯାଇ ଫୁଲି ଫୁଲି କାନ୍ଦୁଥିଲା। ଅତି ଅପ୍ରତ୍ୟାଶିତ ଭାବେ ମା'ଙ୍କର ଅସୁସ୍ଥତାର ସମ୍ବାଦ ପାଇ ରାଜକିଶୋର ସ୍ତ୍ରୀ ସହ ଘରକୁ ବାହାରିଲେ। ଗଲାବେଳେ ସୁଲତା ବିଦାୟ ଦେବାକୁ ଯାଇଥିଲା। ବିଦାୟ ବେଳାରେ ଦୁଇ ଭଉଣୀ ଦୁହିଁଙ୍କୁ ଧରି ବହୁତ କାନ୍ଦିଲେ। ସୁଲତା ଅପେକ୍ଷା ସୁଭଦ୍ରା। ଯେମିତି ସେ ମୁହୂର୍ତ୍ତରେ ଅତି ଆତୁର ହୋଇ ପଡ଼ିଥିଲା। ସୁଲତାର ପିଲାମାନଙ୍କୁ ଘନଘନ ଆଶ୍ଲେଷ ଦେଇ ସେ କହିଲା, ଲତା ଲୋ, ସେମାନଙ୍କୁ ଦେଖି ଜୀବନର ସବୁ ଦୁଃଖ ଭୁଲି ଯାଇଥିଲି। ଏଣିକି କେମିତି ସେ ନିର୍ଜନ ଗାଁରେ ଚଳିବି କହିଲୁ? କେମିତି ମୋର ଦୁଃଖ ଭୁଲିବି? ଏତିକି କହି ସୁଭଦ୍ରା କାନ୍ଦି ଉଠିଲା। ଗାଡ଼ି ବେଳ ହୋଇ ଯାଇଥିଲା-ଦୁହେଁ ଆଉ ଦୁହିଁଙ୍କୁ ବେଶୀ ସମୟ ଅଟକାଇ ପାରିଲେ ନାହିଁ। ଗାଡ଼ିରେ ବସି ବାରମ୍ବାର ପଛକୁ ଚାହିଁ ଅଦୃଶ୍ୟ ହେବାଯାଏ ସୁଭଦ୍ରା କାନ୍ଦୁଥିବାର ଲକ୍ଷ୍ୟକଲା ସୁଲତା-। ଗାଡ଼ି ଚାଲିଯିବା ପରେ ଦୀର୍ଘଶ୍ୱାସ ଛାଡ଼ି ସୁବୋଧ କହିଲା-ଅପାଙ୍କ ମନରେ କି ଏକ କ୍ଷତ ଥିବାର ଜଣାଯାଏ। ତା' ନହେଲେ ସବୁବେଳେ ତାଙ୍କର ମଳିନ ମୁଖ, ବିଷର୍ଣ୍ଣ ଭାବ। ଆଜି ପୁଣି ଏତେ କାନ୍ଦ। ଭଉଣୀର ବିଚ୍ଛେଦରେ ଏତିକି ଅଧୀର ହୁଏ? ପୁଅକୁ କାଖେଇ ଆଗେଇ ଚାଲୁ ଚାଲୁ ସୁଲତା କହିଲା-ଅଃ, ଅପାଙ୍କ ଗୋଟାଏ ଦୁଃଖ କ'ଣ? ତା' ଠାରୁ ବଳି ସୁଖୀ ଦୁନିଆରେ କେହି ଅଛନ୍ତି ବୋଲି ମୋର ମନେ ହୁଏନା। ପିଲାଛୁଆ ନାହାନ୍ତି ବୋଲି ଆମ ପିଲାଙ୍କୁ ସେ ଆଦରି ଯାଇଥିଲା। ଛାଡ଼ିଗଲା ବେଳେ ଦୁଃଖ ଲାଗିବା ସ୍ଵାଭାବିକ। ସୁବୋଧ ଆଉ କିଛି କହିଲା ନାଇଁ। ଦୁହେଁ ଘରକୁ ଫେରିଲେ। ସୁଭଦ୍ରା ଚାଲିଗଲା ପରେ ସୁଲତା ପୁଣି ନିଜକୁ ନିଜ ସଂସାରରେ ମିଶାଇ ଦେଲା। ପୁଣି ସେହି ଦୁଃଖ ଦୈନ୍ୟ, ଅନାଟନକୁ ଆପଣାର କରି ନେବାକୁ ପଣ କରି ବସିଲା। ସେଇ ବ୍ୟସ୍ତତା ଭିତରେ ବେଳେବେଳେ ସୁଭଦ୍ରାର କଥା ମନେ ପଡ଼େ। ଅପା ଓ ରାଜୁଭାଇ ଆଜିଯାଏଁ ଚିଠି ଖଣ୍ଡେ ଦେଲେ ନାହିଁ କାହିଁକି? କେମିତି ଅଛି ତା' ଅପା? ଦେହ କ'ଣ ଅସୁସ୍ଥ ହେଲା? ଡାକକୁ ଚାହିଁ ଚାହିଁ ସୁଲତା ହତାଶ ହେଲା। ସେଦିନ ପାଇଲା ଅପ୍ରତ୍ୟାଶିତ ଖଣ୍ଡେ ଚିଠି। ସୁଭଦ୍ରାର ହସ୍ତାକ୍ଷର ଥିବା ଲଫାପା ଦେଖି ସେ ସୁବୋଧ ହାତରୁ ଚିଠି ଟାଣି ନେଇ ପଢ଼ିବାରେ ଲାଗିଲା। ଚିଠି ଥିଲା ଦୀର୍ଘ। ସେଥିରେ ଲେଖା ଥିଲା-. ଲତା ଲୋ, ମୋର ଭଲ ଖବର ଶୁଣିବାକୁ ଚିଠି ଦବାକୁ ତୁ ବାରମ୍ବାର କହିଥିଲୁ କିନ୍ତୁ ତୁ ମୋର ଭଲ ଖବର କ'ଣ ନଜାଣୁ ଯେ ମୁଁ କ'ଣ ଜଣାଇବି ଐଶ୍ୱର୍ଯ୍ୟମୟ ପରିବେଶ, ପ୍ରେମମୟ ଦାମ୍ପତ୍ୟ ଜୀବନ ଦେଖି ଏକା ତୁ ନୁହେଁ, ବାପା, ବୋଉ, ବନ୍ଧୁବାନ୍ଧବ ସମସ୍ତେ ଏହା ଭାବନ୍ତି ଯେ ମୁଁ କେତେ ମାତ୍ରାରେ ସୁଖୀ। ତମ ସମସ୍ତଙ୍କର ଏହି ଦୃଢ଼ ଧାରଣାକୁ ଭାଙ୍ଗି ମୁଁ କେମିତି ମୋ ଦୁଃଖ ଜଣାଇବି କହିଲୁ? ରାଜୁ ଭାଇଙ୍କ ପରି ସ୍ୱାମୀଟିଏ ପାଇଲେ ଯେ କୌଣସି ସ୍ତ୍ରୀ ଯେ ଇନ୍ଦ୍ର ଐଶ୍ୱର୍ଯ୍ୟ ତ୍ୟାଗ କରି ପଥପ୍ରାନ୍ତକୁ ସ୍ୱର୍ଗ ମଣିବ କଥା ତାଙ୍କର ସମସ୍ତ ଗୁଣକୁ ପ୍ରଶଂସା କରି ତୁ